ଦଶ ଦିନେ ସକାଳେ ନ'ଟା ସମୟରେ ଉପଗ୍ରହର ଦ୍ୱିତୀୟ ପର୍ଯ୍ୟବେକ୍ଷଣାଗାରର ଜ୍ୟୋତିର୍ବିଦ୍ ଡକ୍ଟର ଭିନୋଗ୍ରେଡ଼ୋଭ ଦୂରବୀକ୍ଷଣ ସାହାଯ୍ୟରେ ମହାଶୂନ୍ୟର ଚାରିଆଡ଼କୁ ଲକ୍ଷ୍ୟ କରୁଁ କରୁଁ ଦୂର ମହାଶୂନ୍ୟ ମଧ୍ୟରେ ହଠାତ୍ କ'ଣ ଦେଖି ଚମକି ପଡ଼ିଲେ। ଦୂରବୀକ୍ଷଣକୁ ଆହୁରି ଟିକିଏ ଭଲ ଭାବରେ ଫୋକସ୍ କରି ଖୁବ୍ ଭଲ ଭାବରେ ନିରୀକ୍ଷଣ କରିବାକୁ ଲାଗିଲେ। ଆପେ ଆପେ ତାଙ୍କ ପାଟିରୁ ବାହାରି ପଡ଼ିଲା, ''ଆଁ, ମହାଶୂନ୍ୟ ମଧ୍ୟରେ ଏ'ଟା ପୁଣି କଅଣ? ଏ ତ ଉଲ୍କା ନୁହେଁ! '' ଦୂରବୀକ୍ଷଣ କାଚର ଆହୁରି ପାଖକୁ ଆଖି ଲଗାଇ କହିଲେ, ''ଏ ତ ଗୋଟିଏ ବୋଇତ ଭଳି ଜଣାପଡ଼ୁଛି। ଏହା ତ କଦାପି ଉଲ୍କା ହୋଇ ନ ପାରେ। ଏହାର ଆକାର ତ ଉଲ୍କା ପରି ମୋଟେ ଦିଶୁନି। '' ଆଖିକୁ ପୁଣି ଏପାଖ ସେପାଖ କରି କହିଲେ, ''ନାଁ, ଏ ତ ବୋଇତ ଛଡ଼ା ଆଉ କିଛି ହୋଇପାରେନା। ଏହି ନିର୍ଜ୍ଜନ ମହାଶୂନ୍ୟ ଭିତରକୁ ପୁଣି ଏ ମହାଶୂନ୍ୟ ବୋଇତ ଆସିଲା କୁଆଡ଼ୁ? '' ଚାହୁଁ। ଚାହୁଁ ବୋଇତଟି ଦୂରବୀକ୍ଷଣରେ ଆହୁରି ସ୍ପଷ୍ଟ ଦେଖାଗଲା ଓ ଉପଗ୍ରହ ଆଡ଼କୁ ଆସୁଥିବାର ବୋଧହେଲା। ଭିନୋଗ୍ରେଡ଼ୋଭ୍ ଆହୁରି ଉତ୍ସୁକ ହୋଇ ସେଇ ବୋଇତ ଆଡ଼କୁ ଅନାଇ ରହିଲେ। ଏହି ନବାଗତ ପଦାର୍ଥଟି କଅଣ ହୋଇପାରେ, ସେ ବିଷୟରେ, ସେ ବିଷୟରେ ଭାବି ଅସ୍ଥିର ହୋଇ ପଡ଼ିଲେ। ମନ ତାଙ୍କର ଚଞ୍ଚଳ ହୋଇଉଠିଲା, ହୃଦୟର ସ୍ପନ୍ଦନ କ୍ଷୀପ୍ରବେଗରେ ବୃଦ୍ଧି ପାଇବାକୁ ଲାଗିଲା। ବୋଇତଟି କିଛି ସମୟ ପାଇଁ ଉପଗ୍ରହ ଆଡ଼କୁ ଆସି ପୁଣି ଆଉ ଏକ ଦିଗକୁ ଭାଙ୍ଗି ଗତି କରିବାକୁ ଆରମ୍ଭ କଲା। ଭିନୋଗ୍ରେଡ଼ୋଭ୍ ଲକ୍ଷ୍ୟ କଲେ ଯେ ଅନ୍ୟ ଦିଗକୁ ଭାଙ୍ଗିଯାଉଥିବା ଏହି ବୋଇତଟିର ଆଗରେ ଓ ପଛରେ ଲାଲ ରଙ୍ଗର କ'ଣ ଗୋଟିଏ ଅଙ୍କିତ ଚିହ୍ନ ଅଛି। ଚାହୁଁ ଚାହୁଁ ବୋଇତଟି ମହାଶୂନ୍ୟ ମଧ୍ୟରେ ଗତିକରି କେଉଁଆଡ଼େ ମିଳାଇଗଲା; ଆଉ ଦୂରବୀକ୍ଷଣରେ ଦିଶିଲା ନାହିଁ। ସେ ବହୁ ଚେଷ୍ଟାକରି ଦୂରବୀକ୍ଷଣକୁ ଆହୁରି ଫୋକସ୍ କଲେ; କିନ୍ତୁ ନିରାଶ ହେବା ଛଡ଼ା ଆଶାର କୌଣସି ଚିହ୍ନ ଦେଖାଗଲା ନାହିଁ ତାଙ୍କୁ। ସେ ଖୁବ୍ ସାବଧାନତା ସହକାରେ ଠିକ୍ କେଉଁ ସମୟରେ ମହାଶୂନ୍ୟର କେଉଁ ଅଂଶରେ ସେହି ବୋଇତଟିକୁ ଦେଖିଥିଲେ ଓ ବୋଇତଟି କିଭଳି ଭାବରେ ଉପଗ୍ରହ ଆଡ଼କୁ ଅଗ୍ରସର ହୋଇ ଅନ୍ୟ ଦିଗକୁ ଭାଙ୍ଗିଯାଇ ଆକାଶର କେଉଁ ଅଂଶରେ ମିଳାଇଲା, ସେଗୁଡ଼ିକୁ ଲିପିବଦ୍ଧ କରି ଡିରେକ୍ଟର ଆଲେସ୍କିଙ୍କୁ ଜଣାଇଦେବା ପାଇଁ ତରତର ହୋଇ ତାଙ୍କ ଅଫିସ ଆଡ଼କୁ ଚାଲିଆସିଲେ। ଉପଗ୍ରହର ଆଲୋଚନା କକ୍ଷ। ଆଲେସ୍କି ଆଲୋଚନା କରିବାକୁ ଆରମ୍ଭ କରି କହିଲେ-''ଆପଣମାନେ ଜ୍ୟୋତିର୍ବିଦ୍ ଭିନୋଗ୍ରେଡ଼ୋଭ୍ଙ୍କ ବକ୍ତବ୍ୟ ଶୁଣି ହସିଦେଇ ପାରନ୍ତି। କାରଣ ତାହା ଆପଣମାନଙ୍କୁ ପ୍ରଥମରୁ ନିହାତି ଅସମ୍ଭବ ଜଣାଯାଇପାରେ। '' ଉପଗ୍ରହର ଜ୍ୟୋତିର୍ବିଦ୍ ବୈଜ୍ଞାନିକ ସମ୍ମିଳନୀରେ ଅନ୍ୟମାନଙ୍କୁ ଲକ୍ଷ୍ୟ କରି ଡିରେକ୍ଟର ଆଲେସ୍କି କହିଲେ, ''କିନ୍ତୁ ଆଜକୁ ଦୁଇମାସ ଧରି ଆପଣମାନେ ଅନୁଭବ କରୁଥିବେ, ଉପଗ୍ରହର କେନ୍ଦ୍ର ପର୍ଯ୍ୟାବେକ୍ଷଣାଗାରରେ ରାତିଦିନ ମୁଁ ଯେ ଅସ୍ୱାଭାବିକ ଭାବେ ବ୍ୟସ୍ତ ରହୁଥିଲି ଓ ମୋର ଏ ଗୋପନୀୟ ପର୍ଯ୍ୟବେକ୍ଷଣ ସମ୍ବନ୍ଧରେ ଆପଣମାନେ କେତେ କ'ଣ ଯେ କଳ୍ପନା-ଜଳ୍ପନା କରାଯାଇଥିଲେ; ଆଜି ମୁଁ ଆପଣମାନଙ୍କ ସମ୍ମୁଖରେ ସେ ସବୁ ଫିଟାଇ କହିବାକୁ ଯାଉଛି। ମୋର ସେହି ପର୍ଯ୍ୟବେକ୍ଷଣ ଭିନୋଗ୍ରେଡ଼ୋଭ୍ଙ୍କ ପର୍ଯ୍ୟବେକ୍ଷଣ ବ୍ୟତୀତ ଅନ୍ୟ କିଛି କିଛି ନୁହେଁ। ଆଜି ଜ୍ୟୋତିର୍ବିଦ୍ ଭିନୋଗ୍ରେଡ଼ୋଭ୍ ଯାହା ଆବିଷ୍କାର କଲେ, ମୁଁ ତା'କୁ ସର୍ବପ୍ରଥମ ଆବିଷ୍କାର କରିଥିଲି